ତେଣୁ ତା ସମ୍ପର୍କରେ କୌଣସି ସିଦ୍ଧାନ୍ତ ଥାଉ ସେକଥା। ମାଧବ ଗୋଟାଏ ଦଉଡ଼ି ନେଇ ହାଜର ହେଲା। ଗୋଟିଏ ପଟରେ ନିଜର ଅଣ୍ଟାକୁ ଜୋରରେ ବାନ୍ଧିପକାଇଲା। ତା'ପରେ ତଳକୁ ଗଲା, କାଳେ ଗୁମ୍ଫା ଭିତରେ ଲୁଚିଥିବ ଆତତାୟୀ। ଆର ପଟିଟି ଧରିଲେ ଡାକ୍ତର ଓ ଫଟିକ୍। କଥା ହେଲା ଦଉଡ଼ିଟି ଟାଣି ହୋଇଗଲେ ସେମାନେ ଟାଣି ରଖିବେ। ଫଟିକ୍ କହିଲା-ଦେଖନ୍ତୁ, ମୁଁ ମାଧବକୁ ମୋଟେ ବିଶ୍ୱାସ କରିପାରୁନି। ହସିଲେ ଡାକ୍ତର-ମଣିଷଟିର ଜୀବନଟି କଟିଛି ବିଭିନ୍ନ ଆଡଭେଞ୍ଚର ଭିତରେ। ତେଣୁ ସେ ଆମ ପରି ନୁହେଁ। ଫଟିକ୍ କହିଲା-ସେ ତା କଥା କାହାକୁ କହେନା। ଆଚ୍ଛା ଡାକ୍ତର, ସେ ରିଭଲଭର୍ ପକେଟରେ ଧରି ବୁଲେ କାହିଁକି? -ଏଇଟା ହୁଏତ ତା'ର ଖିଆଲ। -ଖିଆଲଟା ଅନେକ ରକମର ହୋଇପାରେ। ମୁଁ ଦେଖୁଛି ତା ସାଙ୍ଗରେ ଆହୁରି ଅନେକ ଜିନିଷ ଆଣିଛି ଯାହା ମୋଟେ ଦରକାର ନାହିଁ। ଯେଉଁ ଲୋକ ଛୁଟିରେ ଏଠାକୁ ଆସେ ତା'ର ପୁଣି ଏଗୁଡ଼ିକ କାହିଁକି? କିଛି ସମୟ ପରେ ଉଠିଆସିଲା ମାଧବ-ନା, ନା, ସେଠାରେ କେହି ନାହାନ୍ତି। ଗୁମ୍ଫା ମଧ୍ୟ ନାହିଁ। ବଡ଼ ଅଜବ ବ୍ୟାପାର, ଡାକ୍ତର ଦୁର୍ଗାମାଧବ! ଲୋକଟା ଲୁଚିଛି କେଉଁଠି? ଚତୁର୍ଦ୍ଦିଗ ବୁଲିଆସିବା ପରେ ଆଚ୍ଛା, ଚାଲନ୍ତୁ ବର୍ତ୍ତମାନ ଏହି ପ୍ରାସାଦଟି ତନ୍ନତନ୍ନ କରି ଖୋଜି ଦେଖିବା। ସମସ୍ତେ ବାହାରିଲେ। ଘରଟିର ନିଖିନିଖି ଖୋଜାଗଲା। ନା, କିଛି ମିଳିଲା ନାହିଁ। ହଠାତ୍ ଗୋଟିଏ ଘରେ ଶଦ୍ଦ ହେଲା। ତିନିଜଣ ସେ ଆଡ଼କୁ ସନ୍ତର୍ପଣରେ ଆଗେଇଗଲେ। ମାଧବ ଆଗରେ। ହାତରେ ଉଦ୍ୟତ ରିଭଲଭର୍। ଦ୍ଵାରଟି ଖୋଲିଗଲା। ବାହାରିଆସିଲା ରଘୁନାଥ। ହାତରେ ତା'ର କିଛି ଲୁଗାପଟା। ସେ ଲଜ୍ଜିତ ହୋଇ କହିଲା-ସାର୍, ମୁଁ ତ ସେ ଘରେ ଆଉ ରହିପାରିଲି ନାହିଁ। ସ୍ତ୍ରୀର ମୃତଦେହ। ତେଣୁ ଦି'ଚାରିଟା ଜିନିଷ ନେଇ ଏଇ ଛୋଟ ଘରଟିକୁ ଆସିଛି। ଡାକ୍ତର କହିଲେ-ଆଃ, ତମେ! ବେଶ୍, ସେଇଆ କର। ସେମାନେ ଘରୁ ବାହାରିଆସିଲେ। ଯେଉଁ ଖଟ ଉପରେ ରଘୁନାଥ ସ୍ତ୍ରୀର ମୃତଦେହ ଧଳା ଚାଦରରେ ଢଙ୍କା ହୋଇ ପଡ଼ିଥିଲା ସେ ଆଡ଼କୁ କେହି ଅନାଇଲେ ନାହିଁ। ପ୍ରାସାଦର ଛାତଟା ମଧ୍ୟ ଖୋଜାଗଲା। ପାଣିଟାଙ୍କି, ପଛର ବଗିଚା ସବୁ ଦେଖାଗଲା। ନା, କିଛି ତ ସନ୍ଦେହ କରିବାର ନାହିଁ। ଅନୁସନ୍ଧାନ ପର୍ବ ଶେଷ ହେଲା। ତିନିଜଣ ତିନିଜଣଙ୍କ ମୁହଁ ଆଡ଼କୁ ଅନାଇରହିଲେ। ବରିକୁଦ ଦ୍ଵୀପରେ ମାତ୍ର ଆଠଜଣ ଜୀବିତ ଓ ଦୁଇଜଣ ମୃତ ମଣିଷ ଛଡ଼ା ଆଉ କେହି ନାହାନ୍ତି। ମାଧବ କହିଲା-ଡାକ୍ତର ଦୁର୍ଗାମାଧବ, ଏବେ ଆମେ ଜାଣିପାରିଲୁଁ ଯେ ଏହି ଯେଉଁ ଦୁଇଟି ମୃତ୍ୟୁ ଘଟିଛି ସେ ମୃତ୍ୟୁ ପଛରେ କୌଣସି ରହସ୍ୟ ନାହିଁ। ଗମ୍ଭୀର ଭାବରେ ଡାକ୍ତର କହିଲେ-ଦେଖ, ମୁଁ ଡାକ୍ତର। ଆତ୍ମାହତ୍ୟା କେସ୍ ବହୁତ ଦେଖିଛି ଜୀବନରେ। ମୋର ଦୃଢ଼ବିଶ୍ଵାସ, ପ୍ରବୀଣକୁମାର ଆତ୍ମହତ୍ୟା କରିନାହିଁ। ତା'ର ତ ସୁଇସାଇଡାଲ ମେନିଆ ନ ଥିଲା! ଫଟିକ୍ କହିଲା-ଆକ୍ସିଡେଣ୍ଟ ହୋଇପାରେ। ତେବେ ରଘୁନାଥର ସ୍ତ୍ରୀ ମାଳତୀ ଘଟଣାଟି କ'ଣ? ସେଇଟାକୁ ତ ଆମେ ଆକ୍ସିଡେଣ୍ଟ କହିପାରିବା ନାହିଁ। ଫଟିକ୍ ଚୁପ୍ ରହିଲା। କଣ ଯେପରି ସେ ଭାବୁଛି। ମୁହଁଟି ଲାଲ ହୋଇଉଠିଲା। କଣ କହିବାକୁ ଯାଇ ସେ ଯେପରି ଅଟକିଯାଇଛି। କିଛିସମୟ ପରେ କହିଲା-ଆଚ୍ଛା, ଡାକ୍ତର, ତମେ ଗତକାଲି ରାତିରେ ରଘୁନାଥର ସ୍ତ୍ରୀକୁ କ'ଣ କିଛି ଖାଇବାକୁ ଦେଇଥିଲ, ନୁହଁ? -ହଁ, ସାଧାରଣ ନିଦ ଔଷଧ। -ମାତ୍ରାଟି ବେଶି ଥିଲା? -ମାନେ, ତମେ କ'ଣ କହିବାକୁ ଚାହଁ? -ନା, ତେବେ ଭୁଲ ତ ହୋଇପାରେ। -ସେ ଭୁଲ ଡାକ୍ତର କରିପାରେନା। -କିନ୍ତୁ ଗ୍ରାମୋଫୋନ୍ ରେକର୍ଡ଼ କଥା ସତ ହେଲେ ତମେ ସେ ଅତୀତରେ ଏପରି ଭୁଲ କରିଛ, ତାହା ତ ମାଧବ କହିଲା-ଫଟିକ୍, ତମର ମୁଣ୍ଡ ଖରାପ ନା କ'ଣ? ନିଜ ଭିତରେ ଅର୍ଥହୀନ ଅଭିଯୋଗର ସମୟ ଏଇଟା ନୁହେଁ। ଆମେ ଏକ ସାଧାରଣ ବିପଦରେ ପଡ଼ି ଉଦ୍ଧାର ହେବାକୁ ଇଚ୍ଛା କରୁଛୁଁ। ଅଭିଯୋଗ ତମ ନାମରେ ବି ତ ଅଛି। ଫଟିକ୍ କହିଲା-ସେ ଅଭିଯୋଗକୁ ମାର ଗୁଲି। ତେବେ ମୁଁ କେତେଟା। ବିଷୟ ଜାଣିବାକୁ ଚାହେଁ। ଏଇଥର ତମ ସମ୍ପର୍କରେ -ମୋ ସମ୍ପର୍କରେ? -ହଁ, ତମେ ସାମାଜିକ ନିମନ୍ତ୍ରଣକୁ ଆସି ହାତରେ ରିଭଲଭର୍ ଧରି ଆସିଛି କାହିଁକି?